ରାହାଗିରି ଦିବସ ପରିବେଶକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଭାରତର ବିଭିନ୍ନ ସହରରେ ପାଳିତ ହେଉଥିବା ଏକ ଉତ୍ସବ। ଦୁଇ ହଜାର ତେରରେ ପ୍ରଥମ କରି ଦିଲ୍ଲୀରେ ଆରମ୍ଭ ହୋଇଥିବା ଏହି ଅଭିଯାନ ରାହାଗିରି ଫାଉଣ୍ଡେସନ ଭାବେ ଟ୍ରେଡ଼ମାର୍କ ମାନ୍ୟତା ଲାଭ କରିଛି। ରାହାଗିରିରେ ବିଶେଷ କରି ଯୋଗାଭ୍ୟାସ, ଖେଳକୁଦ, ଶାରୀରିକ ବ୍ୟାୟାମ, ସାଇକେଲ ଚାଳନା, ସଚେତନତା ପ୍ରଚାର, ଲୋକକଳା, ଲଘୁ ସଙ୍ଗୀତ ଆଦି କାର୍ଯ୍ୟକ୍ରମ କରାଯାଏ। ଦେଶରେ କନଉଟ ପ୍ୟାଲେସ୍, ହାଇଦ୍ରାବାଦ, ଭୁବନେଶ୍ୱର ଏବଂ ପୁରୀଠାରେ ପାଳନ ହେଉଛି। କିଛି କାର୍ଯ୍ୟକ୍ରମ ଆୟୋଜକଙ୍କ ଦ୍ୱାରା ପୂର୍ବ ନିର୍ଦ୍ଧାରିତ ହୋଇଥାଏ। ରାହା-ଗିରି ଏକ ହିନ୍ଦୀ ଶବ୍ଦ; ରାହାର ଅର୍ଥ ବାଟ ବା ରାସ୍ତା ଓ ଗିରିର ଅର୍ଥ ଆଧିପତ୍ୟ। ଏହାର ମୋଟାମୋଟି ଅର୍ଥ ବାଟ ଉପରେ ନିଜର ଆଧିପତ୍ୟ ସାବ୍ୟସ୍ତ କରିବା ଓ ପ୍ରଦୂଷଣ ସୃଷ୍ଟି କରୁଥିବା ଯାନବାହନରୁ କିଛି ସମୟ ଓହ୍ଲାଇ ରାସ୍ତା ଉପରେ ସମୟ କାଟିବା। ସତର ନଭେମ୍ବର ମସିହାରେ ଭାରତରେ ପ୍ରଥମ କରି ଦିଲ୍ଲୀର ଗୁରଗାଁଓଠାରେ ପ୍ରଥମ କାର-ଫ୍ରି ଡେ ପାଞ୍ଚଟି ପ୍ରାଇଭେଟ୍ ସଂସ୍ଥା, ଯଥା: ଏମ୍ବର୍କ ଇଣ୍ଡିଆ, ଆଇ ଆମ ଗୁରଗାଁଓ, ପେଦଲ ଯାତ୍ରୀ, ହେରିଟେଜ ସ୍କୁଲ ଗୁରଗାଁଓ ଓ ଡୁପ୍ଲେଜ ଗୁରଗାଁଓ ମିଶି ପାଳନ ଆରମ୍ଭ କରିଥିଲେ। ଏମିତି ସାପ୍ତାହିକ ଭାବେ ପାଳନ ହୋଇ ତେର ଜୁଲାଇଠାରୁ ଦିଲ୍ଲୀ ପୁଲିସ ଓ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ଦିଲ୍ଲୀର କେନ୍ଦ୍ରସ୍ଥଳ କନଉଟ ପ୍ଲେସଠାରେ କୋର କାରମୁକ୍ତ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଲେ। ପରେ ଏହି ଅଭିଯାନ ଏବେ ଦିଲ୍ଲୀର ଅନ୍ୟାନ୍ୟ ଅଞ୍ଚଳ ଦ୍ୱାରକା, ରୋହିଣୀ ଓ ଇଷ୍ଟ ଦିଲ୍ଲୀ ଆଦିକୁ ବ୍ୟାପିଥିଲା। ଏବେ ଭାରତର ଅନ୍ୟାନ୍ୟ ସହରରେ ମଧ୍ୟ ଆଦୃତ ହୋଇପାରିଛି।ଏହି ଅଭିଯାନ ପାଳନ ପାଇଁ ରାଜଧାନୀରେ କିଛି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି; ଯଥା: ପରୀକ୍ଷାମୂଳକ ଭାବେ ଜାନୁଆରୀ ସତରରୁ ଆରମ୍ଭ କରି ପ୍ରଥମ ଚାରୋଟି ରବିବାର ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରୁ ରାମ ମନ୍ଦିର ଯାଏଁ ପାଳନ କରାଯାଇଥିଲା ଏହି ଦିବସ। ଏହାର ସଫଳତା ପରେ ସବୁ ରବିବାର ପାଳନ ପାଇଁ ବିଏମସି ନିଷ୍ପତ୍ତି ନେଇଥିଲା। ଚାଳିଶି ପ୍ରତିଶତ ଲୋକ ସେମାନଙ୍କର ନିକଟବର୍ତ୍ତୀ ସ୍ଥାନକୁ ଯିବା ପାଇଁ ଚାଲିଚାଲି କିମ୍ବା ସାଇକେଲରେ ଯାଉଛନ୍ତି। କିନ୍ତୁ ସେମାନଙ୍କ ପାଇଁ ଭୁବନେଶ୍ୱର ରାସ୍ତାରେ ବେଶୀ କିଛି ବ୍ୟବସ୍ଥା ନାହିଁ। ଯାହାକୁ ନେଇ ଲୋକଙ୍କୁ ସଚେତନ କରାଇବା ଓ ପ୍ରଦୂଷଣମୁକ୍ତ ସହର ଗଠନ କରିବା ଏହି ରାହାଗିରି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ରାଜଧାନୀରେ ପ୍ରତି ରବିବାର ସକାଳୁ ସକାଳୁ ରାମମନ୍ଦିରରୁ ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ରାସ୍ତା ଲୋକାରଣ୍ୟ ହୋଇଥାଏ। ରାସ୍ତା ଉପରେ ଯୁବପିଢ଼ି ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରିଥାନ୍ତି। ଏହାସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥାଏ। କିଏ ସ୍କେଟିଂ ମାଧ୍ୟମରେ ନିଜ କଳାକୌଶଳ ପ୍ରଦର୍ଶନ କରିଥିଲା ତ ଆଉ କିଏ ଦଉଡ଼ି ମାଧ୍ୟମରେ। ଏହାସହ ଛୋଟ ଛୋଟ ପିଲାମାନେ ଭଲିକି ଭଳିକି ଭଳି ଚିତ୍ର ଆଙ୍କି ରାହାଗିରି ଦିବସର ମଜା ଉଠାଇଥାନ୍ତି। ଏଥି ସହିତ ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷାର ଲାଭ ଉଠାଇଥାନ୍ତି।ବର୍ତ୍ତମାନ ରାହାଗିରି ଦିବସର ନାମ 'ପଥ ଉତ୍ସବ' ରଖାଯାଇଛି। ଭୁବନେଶ୍ୱର ଭଳି ପୁରୀରେ ଛଅ ମାର୍ଚ୍ଚ ଦୁଇ ହଜାର ଷୋହଳରୁ ରାହାଗିରି ଦିବସ ପାଳନ ହେଉଛି। ଭିଆଇପି ରୋଡ଼ର ନେତାଜୀ ସୁବାଷ ବୋଷ ଛକଠାରୁ ପିକେଡିଏ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସ୍ଥାନରେ ଏହି ଦିବସ ପାଳନ କରାଯାଏ। ଏଥିରେ ପୁରୀ ବାସିନ୍ଦା, ପର୍ଯ୍ୟଟକ ଆଦି ଅଂଶଗ୍ରହଣ କରନ୍ତି। ପୁରୀରେ ଚାରୋଟି ରବିବାର ରାହାଗିରି ଦିବସ ପାଳନ କରିବାକୁ ବ୍ଲୁପ୍ରିଣ୍ଟ ହୋଇଛି। ଏହି କାର୍ଯ୍ୟକ୍ରମ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ, ଟିଏସଆଇଆଇସି ଏବଂ ସାଇବରାବାଦ ପୁଲିସ ସହଯୋଗରେ ମାଇଣ୍ଡସ୍ପେଶ ପାର୍କଠୁ ବାୟୋଡାଇଭରସିଟି ପାର୍କ ପର୍ଯ୍ୟନ୍ତ ସ୍ଥାନରେ ପାଳନ କରାଯାଏ।